ଗାଁର ଏ ହେଉଛନ୍ତି ମାରଣା ଷଣ୍ଢ। ସମସ୍ତଙ୍କ ମନରେ ଭୟ ଉଦ୍ରେକକାରୀ ଏହି ମହାଜନ, କ୍ଷମତାସୀନ ଶାସକାଗୋଷ୍ଠୀର ସମର୍ଥକ ଓ ସଭ୍ୟ ଥିବାରୁ ବିଷ୍ଣୁପୁରର ବିଷ୍ଣୁ ମୂର୍ତ୍ତି ଭଳି ପୂଜା ଅର୍ଚ୍ଚନା ପାଇ ଗୋଟିଏ ଦରିଦ୍ର ପରିବାରର ଖଟିଖିଆ ଶ୍ରମିକ ଏଇ ବିଶ୍ଵବନ୍ଧୁ ନାୟକ ଏବେ ଧନୀ ହୋଇଯାଇଛନ୍ତି। ଆକାଶକୁ ୟାଙ୍କର ମଥା ଛୁଉଁଛି। ସଭ୍ୟମାନେ ୟାଙ୍କରି ଇଙ୍ଗିତରେ ଚଳନ୍ତି, ହେଲେ ସେଥିରେ ଗୋଟାଏ ଦୁଇଟା ଭିନ୍ନମତର ଯୁବକ ଦେଖାଦେଲେଣି; ଫଳରେ ଏକଛତ୍ରବାଦ ରହିପାରୁନି। ବିଭେଦ ଆସିଯାଇଛି। ବୈଠକ ବସିଛି। ପ୍ରଶ୍ନ.. କିଏ ପ୍ରଧାନ ଅତିଥି, ଉଦ୍ଘାଟକ, ସମ୍ବର୍ଦ୍ଧକ, ମୁଖ୍ୟବକ୍ତା, ଗୌଣବକ୍ତା, ଧନ୍ୟବାଦ ଦାନକାରି, ସଭାପତି, ବିବରଣୀ ପାଠକ, ଧୂପବତୀ ପ୍ରଦୀପକ, ହାରମୋନିୟମ ଗାୟକ ଇତ୍ୟାଦି ହୋଇ ଆସିବେ-ତାଙ୍କର ତାଲିକା ପ୍ରସ୍ତୁତିକରଣ। କ୍ଳବର ସଭାପତିଙ୍କ ଆଗରେ ଗୋଟିଏ ପନ୍ଥା। ସେ କହିଲେ, ବନ୍ଧୁଗଣ, ଯଦି କ୍ଲବର ଉନ୍ନତି ଚାହଁ, ଯଦି ଜୀବନରେ ବଡ଼ ହେବାପାଇଁ ଇଛାକର, ତେବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନ ଅତିଥି ଭାବରେ ବରଣ କରିବାକୁ ହେବ। ଏ ଆସିଲେ କୀ କୀ ଲାଭ ହେବ ବୋଲି ଜଣେ ସଦସ୍ୟ ପଚାରିଲେ କାରଣ ଲାଭ କ୍ଷତିର ଫର୍ଦ୍ଦ ଏବେଠୁ ତିଆରି ନ କଲେ, ଅଯଥା କର୍ମରତ ରହି ଶେଷରେ ସୁଫଳ ମିଳିବନାହିଁ। ବିଶ୍ଵବନ୍ଧୁ ନାୟକ କହିଲେ-ପ୍ରଥମେ-ମୁଖ୍ୟମନ୍ତ୍ରୀ ଆସିବେ, ଗ୍ରାମରେ ବିରାଟ ଉଦ୍ବେଳନ ଘଟିବ, ଯିମିତ ଗାଁ ପୋଖରୀରେ ପଥରଟାଏ ପକାଇଦେଲେ ଚାରିଆଡ଼େ ସୁଅ ଛୁଟିଯାଏ; ଅବଶେଷରେ କୂଳକୁ ସେଗୁଡ଼ାକ ଯେମିତି ଆଘାତ କରନ୍ତି, ଏ ସେମିତିକା କଥା ହେବ। ଦ୍ଵିତୀୟ, ଫଟୋ ଉଠିବ ଅଜସ୍ର-ଗାଁର ତରୁଣ ତରୁଣୀ, ବୁଢ଼ା ବୁଢ଼ୀ ସମସ୍ତଙ୍କର ଛବି ଉଠିଯିବ। କେବଳ ମୁଣ୍ଡମାଳ ଦେଖାଯିବ। ଆମ ହାତକୁ, ଗୋଟାଏ ପଇସା ପଡ଼ିବନି-ସବୁ ସରକାର କରିଦେବେ। ତୃତୀୟ, ମାଇକ୍ ବାଜା ମନକୁ ମନ ଚାଲିଆସିବ। କେତେ ମଟରକାର, ଜିପ୍, ପୋଲିସ୍, ମାଜିଷ୍ଟ୍ରେଟ୍ ଆସିଯିବେ। ଭଙ୍ଗା ରାସ୍ତାଉପରେ ଗୋଡ଼ି ପଡ଼ିଯିବ। ଖାଲ ଜମି ଢିପ ହୋଇଯିବ। ଶୂନ୍ୟରୁ ଏସବୁ ମଙ୍ଗଳ ଖସି ଆସିବ। ଆମ ଦେହରୁ ଝାଳ ବୋହିବନାହିଁ କି ତୁଣ୍ଡରୁ କଥା ଶୁଭିବ ନାହିଁ। ସବୁ କାମ ସୁରୁଖୁରୁରେ ହୋଇଯିବ। ଅମାନିଆ ଯୁବକମାନେ ଗୋଟାଏ ଦଳ କରିଛନ୍ତି। ସମର୍ଥନ ମିଳିଲାନାହିଁ ଏ ପ୍ରସ୍ତାବ ଉପରେ ରତ୍ନାକର ବେକାର ଯୁବକ; ବି. ଏ. ପାଶ୍ କରି କର୍ମଯୋଗାଣ ଫାଟକ ପାଖରେ ଶୂନ୍ୟ ଆକାଶକୁ ଚାହିଁ ଚାହିଁ କେତେଥର ଫେରି ଅଗ୍ନିଶର୍ମା ହୋଇଯାଇଛି। ଭଉଣୀ ବିବାହ-ବେଦୀକୁ ଯାଇ ପାରୁନି, ଯୌତୁକ ଡାକରେ ତାର ପରିବାର ମ୍ରିୟମାଣ। ଏ ଶାସନର ଏତେ ମଙ୍ଗଳପ୍ରଦ ଯୋଜନା ସବୁଜ ବିପ୍ଳବରୁ ଶ୍ଵେତ, କୃଷ୍ଣ, ରଙ୍ଗବେରଙ୍ଗ ସବୁ ବିପ୍ଳବକୁ ସେ ଦେଖି, ବୁଝି, ଏତିକି ସ୍ଥିରକଲା ଯେ ମନ୍ତ୍ରୀମାନଙ୍କୁ ଏ ଗ୍ରାମକୁ ଆଣି ଛେଳି କାଟି, ଓଡ଼ିଶୀ ନାଚ ଦେଖାଇ ତୃପ୍ତି ଦେବା କାମ ଏଣିକି ଆଉ ହେବନାହିଁ। ରତ୍ନାକରର ମନେପଡ଼ିଲା ତାର ଗୁରୁଦେବଙ୍କ କଥା। ଆହା, ଶାନ୍ତ ସ୍ନିଗ୍ଧ ସେ ବ୍ୟକ୍ତିତ୍ଵ-! ଏ ଜଗତରେ ସେ ଲୋକ ନୁହନ୍ତି। ବିଷୟବୃତ୍ତିରେ ମନ ନାହିଁ। କେବଳ ଜାତି, ସଂସ୍କୃତି, ଧର୍ମ ଘେନି ତାଙ୍କର ଚିନ୍ତା ଓ ବିଚାରଣା। ସେ ବିଷ୍ଣୁପୁରକୁ ଆସି ଯଦି କିଛି କରନ୍ତେ, ତେବେ ଅନ୍ଧକାର ଖସିଯାଇ ଆଲୋକ ଫୁଟନ୍ତା। ମଣିଷ କଣ, ତାର ଲକ୍ଷ୍ୟ କଣ, ଅଥଚ ସେ କିପରି ଅନିତ୍ୟ ଭୋଗ-ବାସନାରେ ପଥ ବାହି ଚାଲିଛି-ସେ ପଥକୁ ଗୁରୁଦେବ ଦେଖାଇ ଦିଅନ୍ତେ; ନ୍ୟାୟ ନୀତିର ଆଲୋଚନା କରନ୍ତେ। କ୍ଷମତା ଓ ଟଙ୍କାର ସେ ଦାସ ନୁହନ୍ତି। ରତ୍ନାକର ସାହସ